ଚାରିମାସ ତଳେ ବିଧବା ମା'ଟି ତାର ତାକୁ ଆଣି ଛାଡ଼ିଯାଇ ଥାଏ ଏହି ଗ୍ୟାରେଜରେ। ଦରଦି ମୁସଲମାନ ଅଲ୍ଲିମ୍ମୁଦ୍ଦିନ୍, କଲିଲ୍ ଆଉ ରାମ୍ଚନ୍ଦର ସମେତ୍ ଆଠ ଦଶଟି ଲୋକଙ୍କୁ କାମ ଦେଇଥାନ୍ତି ତାଙ୍କ ପାଖରେ। ସକାଳ ନ' ରୁ ସନ୍ଧ୍ୟା ଛ' ଯାକେ ମଝିରେ ଘଣ୍ଟାଏ ଛୁଟି ଛାଡ଼ିଦେଲେ ବାକି ଆଠଘଣ୍ଟା ଅନ୍ତତଃ ଦଶପନ୍ଦର ମଟର ଗାଡ଼ିର ଘଁ ଘଁ ଶବ୍ଦରେ କମ୍ପୁଥାଏ 'ହାଇୱେ ମୋଟର ୱାର୍କ୍ସ୍ ଗ୍ୟାରେଜ ଆଖପାଖ ବଜାରଟା। ଶେଖ୍ ଅଲ୍ଲିମ୍ମୁଦ୍ଦିନ୍ ମଟର ମେକାନିକର୍ ନାଁ ଡାକରେ ମଧ୍ୟ କମ୍ପୁଥାଏ ସେଦିନ ସହରଟା-। ମନ୍ତ୍ରୀ, ଏମ୍. ଏଲ୍. ଏ, ଆଇ. ଏ. ଏସ୍., ବେପାରୀ ଆଉ ସାଧାରଣ ଗାଡ଼ି ମାଲିକମାନେ ପୂର୍ବପରି ଗହଳି ଲଗାଉଥାନ୍ତି ସେଇ ଫାଳିକିଆ ଟିଣ ଛପର ଘର ବା ଗ୍ୟାରେଜଟାର ଛାତ ତଳେ। କିନ୍ତୁ ମେକାନିକ୍ ଅଲ୍ଲିମ୍ମୁଦ୍ଦିନ୍ଙ୍କର ମଟରଗାଡ଼ି ରିପେୟାର ସମ୍ପର୍କରେ ଏତେ ଅଭିଜ୍ଞତା, ତାଙ୍କର ମନ୍ତ୍ରୀ, ଏମ୍,ଏଲ୍. ଏ., ଆଇ. ଏ. ଏସ୍. ପ୍ରଭୃତିଙ୍କ ସହିତ ଏତେ ରଜଘସ ଏତେ ବନ୍ଧୁତା ସତ୍ୱେ ର ସେଇ ଏମର୍ଜେନ୍ସି ଦୁର୍ଦ୍ଦିନରେ ଦେଖାଦେଇଥିବା ସହର ସଫେଇ ବା ଘରଭଙ୍ଗା କାରବାରବେଳେ କେହି ତାଙ୍କ ପିଠିରେ ପଡ଼ି ନ ଥିବା ଅଭିଯୋଗ ଏବେ ମଧ୍ୟ ଶୁଣିବାକୁ ମିଳେ ତାଙ୍କ ମୁହଁରୁ, ତାଙ୍କର ହିତୈଷୀ ବନ୍ଧୁମାନଙ୍କ ମୁହଁରୁ। ଅଲ୍ଲିମ୍ମୁଦ୍ଦିନଙ୍କ 'ହାଇୱେ ମୋଟର ୱାର୍କସ୍' କୁ ମେନ୍ ରାସ୍ତା କଡ଼ରୁ ଅଧ ଘଣ୍ଟାକେ ଉଭେଇ ଦିଆଗଲା ଘରଭଙ୍ଗା ସ୍ୱାର୍ଡ଼ ପରିଚାଳନାକାରୀ ସଂପୃକ୍ତ ଶାସନ ବିଭାଗ ପକ୍ଷରୁ। ବିଚରା ଅଲ୍ଲିମ୍ମୁଦ୍ଦିନ୍ ବହୁ ମନ୍ତ୍ରୀ, ଆଇ. ଏ. ଏସ୍. ଙ୍କ ପିଛା ଧରି ଧାଁ ଧପଡ଼ କରିଥିଲା ସେମାନଙ୍କ ଅଫିସ୍ ଆଉ ଘର ଦ୍ଵାରକୁ। କିନ୍ତୁ ବେଳା ଖରାପ କାରଣରୁ ସେତେବେଳେ ଅଲ୍ଲିମ୍ମୁଦ୍ଦିନର ଗୁହାରି ଶୁଣିବା ସମ୍ଭବ ନଥିଲା କାହାରି ପକ୍ଷେ। 'ହାଇୱେ ମୋଟର ୱାର୍କସ୍' ର ଟିଣ ଛାତ ଖଣ୍ଡକ ଉଡ଼ିଗଲା ପରେ ଗ୍ୟାରେଜ ମାଲିକ ଅଲ୍ଲିମ୍ମୁଦ୍ଦିନ୍ ତାର ସରଞ୍ଜାମ ସହିତ କେତୋଟି ଭଙ୍ଗା କରୁଗେଟଡ୍ ଟିଣ, କାଠଖୁଣ୍ଟ ଇଟା ଆଉ ଗୋଟାଏ ଦିଇଟା ଧତଡ଼ା ପୁରୁଣା ଜିପ୍ ଓ ଷ୍ଟେସନ୍ ୱାଗନ୍ର ଚେସିସ୍କୁ ଘଟଣାସ୍ଥଳରୁ ସଂଗ୍ରହ କରି ମେନ୍ରୋଡ଼ରେ ପଛ ରାସ୍ତା ପଟ ଏକ ଗଳି କଡ଼ରେ ପୁଣିଥରେ ନେଇ ପୋତିଲେ ତାଙ୍କର ପୁରୁଣା ଗ୍ୟାରେଜର ନେମ୍ ପ୍ଲେଟ୍ଟିକୁ। ପୁରୁଣା ଗରାଖମାନେ ପୁରୁଣା 'ହାଇୱେ ମୋଟର ୱର୍କସ୍' ର ନୂଆ ଅବସ୍ଥିତିଟିକୁ ଖୋଜି ନେବାକୁ ବେଶୀ ସମୟ ଲାଗିଲା ନାହିଁ ନିଶ୍ଚୟ। ଗଳି ରାସ୍ତାକଡ଼ରେ ପ୍ରଥମେ ବିନା ଛାତରେ, ପରେ ଯେନତେନ ପ୍ରକାରେଣ କିଛି କାଠଖୁଣ୍ଟ ଉପରେ ଥୁଆ ହେଲାଭଳି ବିପଜ୍ଜନକ ଦିଶୁଥିବା ଏକ ଚାଲୁଣିଆ ଛିଦ୍ର ବିଶିଷ୍ଟ ଟିଣଛାତ ତଳେ ଗଢ଼ି ଉଠିଥିବା ଗ୍ୟାରେଜଟିରେ ଗାଡ଼ିର ଭଁ ଭଁ ପଁ ପଁ ପୁଣି ଯଥାପୂର୍ବଂ ତଥାପରଂ ରୀତିରେ ଶୁଣାଯିବାକୁ ପ୍ରାୟ ବର୍ଷଟିଏ ସମୟ ଲାଗିଥିଲା ଯଦିଚ ତଥାପି ଗ୍ୟାରେଜବାଲା ଅଲ୍ଲିମ୍ମୁଦ୍ଦିନ୍ଙ୍କୁ ନିତି ଅନେକ 'ଆଲେକୋହମ୍ ସଲାମ୍' ପରିବର୍ତ୍ତେ ବହୁ 'ହରି ଓଁ ଶରଣଂ' ଉଚ୍ଚାରଣ କରିବାକୁ ସୁଯୋଗ ମିଳିଯାଇ ପାରିଥିଲା। ପୁଣିଥରେ ମନ୍ତ୍ରୀ, ଏମ୍. ଏଲ୍. ଏ., ଆଇ. ଏ. ଏସ୍. ଆଉ ବ୍ୟବସାୟୀଙ୍କ ଗାଡ଼ିମାନେ ଭିଡ଼ ଲଗେଇଥିଲେ 'ହାଇୱେ ମୋଟର ୱର୍କସ୍' ଗଳିରେ। ପରିଚିତ ଗାଡ଼ିମାନଙ୍କର ସ୍ଵରକୁ ମାଇଲିଏ ଦୂରରୁ କାନେଇ ମେକାନିକ୍ ଅଲ୍ଲିମ୍ମୁଦ୍ଦିନ୍ ତାର ଛୋକ୍ରାମାନଙ୍କୁ ପୂର୍ବରୁ ସତର୍କ କରିଦେଇ କହିବାର ଶୁଣାଗଲା। "ଆବେ ଜଲିଲ୍-କାର୍ବାଇଡ଼୍ ଡ୍ରମ୍ରେ କୁଛ୍ କାର୍ବାଇଡ୍ ଡାଲୋ! ପାନିକା ଲେଭଲ୍ ଠିକ୍ କରୋ। ବେଟୀ ଦିଲ୍ଲୀବାଲୀ ଅତି ହୈ!